ମିଷ୍ଟର ବହିଦାର, ଆପଣ ଶୀଘ୍ର ଏଠାକାର କାମ ଶେଷ କରି ଅଫିସକୁ ଆସନ୍ତୁ। ଏସ. ପି. ସାହେବ କ୍ଷିପ୍ରବେଗରେ ସେଠାରୁ ବାହାରିଗଲେ। ପ୍ରକୃତରେ ଘଟଣାଟି ଆପଣଙ୍କ ପକ୍ଷରେ ଆଦୌ ଅନୁକୂଳ ନୁହେଁ, ମିଷ୍ଟର ଶତ୍ରୁଜିତ୍! ମୋର ଯେତେଦୂର ମନେହୁଏ କେହି ଆପଣଙ୍କୁ ଏଭଳି ଷଡ଼ଯନ୍ତ୍ରର ଶିକାର କରିବାକୁ ବହୁ ପୂର୍ବରୁ ଚେଷ୍ଟା କରି ସଫଳ ହୋଇଛି। ଶତ୍ରୁଜିତ୍ କିନ୍ତୁ କୌଣସି ଉତ୍ତର ନ ଦେଇ ଶବଟିର ବିଭିନ୍ନ ଫଟୋଗ୍ରାଫ ନେଉଥିବା ଫଟୋଗ୍ରାଫ୍ରଙ୍କୁ ଅନାଇ ରହିଥିଲେ। କେତେଜଣ ପୋଲିସ କର୍ମଚାରୀ ଯେତେବେଳେ ଶବଟିକୁ ଡାହାଣ କଡ଼ ମଡ଼ାଇ ଶୁଆଇଦେଲେ, ସେତେବେଳେ ତାଙ୍କର ଦୃଷ୍ଟି ଶବଟିର ବାମହାତ ମଣିବନ୍ଧ ଉପରେ ଲାଗିରହିଲା। ତତ୍କ୍ଷଣାତ୍ ସେ ସେଠାକୁ ଦୌଡ଼ିଗଲେ।। ଦୃଷ୍ଟି ତାଙ୍କର ଉଜ୍ୱଳ ହୋଇଉଠିଲା। ଉତ୍ସାହିତ କଣ୍ଠରେ ସେ କହିଲେ—ମିଷ୍ଟର ବହିଦାର, ମୋର କାହିଁକି ବିଶ୍ୱାସ ହେଉଛି ଏଇ ସ୍ତ୍ରୀଲୋକଟି ହେଉଛି ପ୍ରକୃତରେ ମିସେସ୍ ଚନ୍ଦ୍ରାବତୀ ଦାସ। ଏ କିନ୍ତୁ ମୋ ପାଖକୁ ଯାଇ ନ ଥିଲେ। ଅର୍ଥାତ୍? ଦୀର୍ଘନିଶ୍ୱାସ ନେଲେ ଶତ୍ରୁଜିତ୍—ମୁଁ ହଠାତ୍ କିଛି ଏ ବିଷୟରେ କହିପାରୁ ନାହିଁ, ମିଷ୍ଟର ବହିଦାର! ତେବେ ମୋ ନିକଟରେ ଯିଏ ନିଜକୁ ଚନ୍ଦ୍ରାବତୀ ଦାସ ବୋଲି ପରିଚୟ ଦେଇଥିଲେ ସେ ଯଦିଓ ଠିକ୍ ଏଇ ଅନୁରୂପରେ ପୋଷାକ ପିନ୍ଧିଥିଲେ ତଥାପି ତାଙ୍କ ବାମ ହାତର ଏଥ ବ୍ଲକ ଡାଏଲର ଘଣ୍ଟା ନ ଥିଲା। ଛୋଟ ଗୋଲ୍ଡ କଭରର ଦାମିକା ରିଷ୍ଟ ଓ୍ୟାଚଟିଏ ମୁଁ ଦେଖିଥିଲି। ଆଉ ତାଙ୍କର ଅନାମିକା ଅଙ୍ଗୁଳିରେ ଲାଲ ପଥରବସା ମୁଦିଟିଏ ରହିଥିଲା। ରଜତ ବହିଦାର ବିସ୍ମିତ ଦୃଷ୍ଟିରେ ଶତ୍ରୁଜିତଙ୍କୁ ଅନାଇ ରହିଲେ। କପାଳରୁ ସ୍ୱେନ୍ଦବିନ୍ଦୁଗୁଡ଼ିକ ରୁମାଲରେ ପୋଛି ଦେଉ ଦେଉ ଶତ୍ରୁଜିତ୍ କହିଲେ—ଆପଣ କିନ୍ତୁ ଏ ବିଷୟରେ କିଛି ପ୍ରକାଶ କରନ୍ତୁ ନାହିଁ, ମିଷ୍ଟର ବହିଦାର! ବର୍ତ୍ତମାନ ପାଇଁ ମୁଁ ଆସୁଛି। ରଜତ ବହିଦାରଙ୍କ ଉତ୍ତରକୁ ଅପେକ୍ଷା ନ କରି ଦ୍ରୁତବେଗରେ ତଳକୁ ଓହ୍ଳାଇ ଆସିଲେ ଶତ୍ରୁଜିତ୍। ସୌଭାଗ୍ୟବଶତଃ ରୟେଲ ହୋଟଲରୁ କିଛିଦୂର ଅତିକ୍ରମ କଲା ପରେ ଟ୍ୟାକ୍ସିଟାଏ ମିଳିଗଲା। ସିଧା ତାଙ୍କ ଘରର ଠିକଣା ଦେଇ ବସିପଡ଼ିଲେ ଶତ୍ରୁଜିତ୍। ଘରେ ପହଞ୍ଚୁ ପହଞ୍ଚୁ ସକାଳ ସାତଟା ବାଜିଯାଇଥିଲା। ଆଉ ଛାୟା ହିଁ ତାଙ୍କର ପ୍ରତୀକ୍ଷାରେ ରହିଥିଲା। ଗତକାଲି ଶ୍ରୀମତୀ ଦାସଙ୍କୁ ତମେ ଭଲ ଭାବରେ ଲକ୍ଷ୍ୟ କରିଛ, ନିଶ୍ଚୟ? ନିଶ୍ଚୟ.. କିନ୍ତୁ କାହିଁକି? ତାଙ୍କର ବାମହାତ ମଣିବନ୍ଧରେ ଗୋଲଡ୍ କେସ୍ର ଛୋଟ ଘଣ୍ଟାଟିଏ ଥିଲା ନିଶ୍ଚୟ? ହଁ। ଆଉ ଅନାମିକା ଅଙ୍ଗୁଳିରେ? ଲାଲ ପଥରବସା ମୁଦିଟିଏ। ହୁଁ... ଗମ୍ଭୀର ହୋଇ ଚେୟାର ଉପରେ ବସିପଡ଼ିଲେ ଶତ୍ରୁଜିତ୍। ପରେ ପୁଣି ଚଟାଣରେ ପଦାଚାରଣ କରୁକରୁ କହିଲେ—ଚାଲବାଜି, ଭୟଙ୍କର ଚାଲବାଜି, ଛାୟା! ମିସେସ୍ ଦାସଙ୍କୁ ଗତକାଲି ହତ୍ୟା କରି ତାଙ୍କରି ଛଦ୍ମବେଶରେ ମୋ ପାଖକୁ ଆସିଛି। ମାନେ? ତା' ନ ହେଲେ ଏସିଡ୍ପକାଇ ସ୍ତ୍ରୀଲୋକଟିର ଚେହେରା ଏଭଳି ବିକୃତ କରିଦେବାର ଅର୍ଥ କିଛି ହୁଏନା। ତା' ମାନେ, ମିସେସ୍ ଦାସଙ୍କୁ ହତ୍ୟା କରିସାରି ସେ ଆପଣଙ୍କ ପାଖକୁ ଆସିଥିଲା। ମୋର ମନେହୁଏ ତମର କଥା ଠିକ୍। ତା'ପରେ ହଠାତ୍ କ'ଣ ଭାବି ହାତଘଣ୍ଟାକୁ ଅନାଇ କହିଲେ—ତନ୍ମୟ ପାଖରୁ କିଛି ଫୋନ୍ ଆସିଥିଲା? ହଁ, ସେ କହୁଥିଲେ ଯେ ସୌଭାଗ୍ୟ ମିଶ୍ର ଗୋଟାଏ ଟ୍ୟାକ୍ସି ନେଇ ଆପଣଙ୍କ ଆସିବାର ପ୍ରାୟ ପନ୍ଦର ମିନିଟ୍ ପୂର୍ବରୁ ଷ୍ଟେସନ ଆଡ଼କୁ ଗଲେ। ତାଙ୍କର ନିର୍ଦ୍ଦେଶରେ ସୁବ୍ରତ ସୌଭାଗ୍ୟ ମିଶ୍ରଙ୍କୁ ଅନୁସରଣ କରିଛନ୍ତି। ତନ୍ମୟ ଷ୍ଟେସନରେ ପହଞ୍ଚି ତାଙ୍କର ଗତିବିଧି ଜଣାଇବେ-। ଆଉ ଜୟରାମ ମିଶ୍ର?